ମହାମାୟା କ'ଣ ଏହିଭଳି ଗୋଟିଏ ସନ୍ତାନ ଦେଲେ? ମହାରାଜ ଆମେ କ'ଣ କନ୍ୟାବଧୂ ଧରି ରାଜ୍ୟରେ ରହିପାରିବୁ ନାହିଁ? ଚିନ୍ତାରାଜ୍ୟରୁ ଫେରି ଆସିଲେ ମହାରାଜ। ନା, ଆଉ ନୁହେଁ। ଏହାର ସୁବିଚାର କରିବାକୁ ହେବ। ସେ ଯେ ହେଉନା କାହିଁକି ଦୋଷ ଅନୁପାତରେ ଦଣ୍ଡ ନିଶ୍ଚୟ ଦିଆଯିବ। ତାହା ନ ହେଲେ ରାଜ୍ୟରେ ଶୃଙ୍ଖଳା ରହିବ ନାହିଁ। ଆଶ୍ୱାସନା ଦେଇ ମହାରାଜା କହିଲେ, କ୍ଷଣମାତ୍ର ଅପେକ୍ଷା କର ଦ୍ୱିଜ। ମୁଁ ଏହାର ସୁବିଚାର କରୁଛି। ମହାରାଜ ଅରୁଣଙ୍କ ବିଚାରରରେ ସାମାନ୍ୟ ପ୍ରଜା ଏବଂ ଯୁବରାଜଙ୍କ ମଧ୍ୟରେ କୌଣସି ବ୍ୟତିକ୍ରମ ନାହିଁ। ମହାରାଜ ଚାହିଁଲେ ସଭାମଣ୍ଡଳୀଙ୍କୁ। ସମସ୍ତେ ନୀରବ। ସମସ୍ତେ ଅପେକ୍ଷା କରିଛନ୍ତି ମହାରାଜାଙ୍କ ମୁହଁରୁ କ'ଣ ବାହାରିବ ତାହା ଶୁଣିବାକୁ। ପୁତ୍ରର କାର୍ଯ୍ୟରେ ବଡ଼ ଉତ୍କ୍ଷିପ୍ତ ହୋଇଉଠିଛନ୍ତି ମହାରାଜ। କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ କୁଳଗୁରୁ ବଶିଷ୍ଠଙ୍କ ସମ୍ୱୋଧନ କରି କହିଲେ ବର୍ତ୍ତମାନର ଏ ଗୁରୁତର ଅଭିଯୋଗର ନ୍ୟାୟୋଚିତ ବିଚାର କ'ଣ ହୋଇପାରେ ଦୟାକରି ଆପଣ ମୋତେ ପରାମର୍ଶ ଦିଅନ୍ତୁ। ବୟୋଜ୍ୟେଷ୍ଠ କୁଳଗୁରୁ ବଶିଷ୍ଠ ଥରେ ସଭାର ପରିଷଦମାନଙ୍କୁ ଦୃକ୍ପାତ କରି ମହାରାଜଙ୍କ ଆଡ଼କୁ ଅନାଇଁ କହିଲେ, ଏ ଗୁରୁତର ଅଭିଯୋଗ ମହାରାଜ! ଚଣ୍ଡାଳଭଳି ବିଚାରଶୂନ୍ୟ ହୋଇ ଯୁବରାଜ ବଡ଼ ଅସାମାଜିକ କାର୍ଯ୍ୟ କରିଛନ୍ତି। ଏ ପୁଣି ଶାସ୍ତ୍ରର ବିରୁଦ୍ଧ ବ୍ୟବସ୍ଥା; ତେଣୁ ଯୁବରାଜ ରାଜ୍ୟରୁ ନିର୍ବାସିତ ହୋଇ ଚଣ୍ଡାଳପଲ୍ଲୀରେ ଅବସ୍ଥାନ କରନ୍ତୁ। ତାହା ନ ହେଲେ ରାଜ୍ୟରେ ଶୃଙ୍ଖଳା ବ୍ୟାହତ ହେବ। ''ମଞ୍ଜୁର। ଏହାହିଁ ଉଚିତ ପରାମର୍ଶ। '' ଗମ୍ଭୀରଭାବେ ମହାରାଜ କହିଲେ। ରାଜାଦେଶ ଯୁବରାଜଙ୍କୁ ଯଥାଶୀଘ୍ର ଜଣାଇଦେବା ଉଚିତ୍। ସଙ୍ଗେ ସଙ୍ଗେ ଯୁବରାଜଙ୍କୁ ରାଜଦରବାରକୁ ଡକାଇ ଅଣାଗଲା। ନିୟମ ଅନୁସାରେ ମହାମନ୍ତ୍ରୀ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଏବଂ ସେ ବିଷୟରେ ବିଚାର ହୋଇ ଅନୁମୋଦିତ ସିଦ୍ଧାନ୍ତଟି ମଧ୍ୟ ଯୁବରାଜ ସତ୍ୟବ୍ରତଙ୍କୁ ଜଣାଇ ଦିଆଗଲା। ଯୁବରାଜ ଧୀରଭାବେ କହିଲେ, ଗୋଟିଏ ପକ୍ଷରୁ ଅଭିଯୋଗଟି ଶୁଣି ପ୍ରତିବାଦୀଠାରୁ ତା'ର ବକ୍ତବ୍ୟ ଶୁଣିବା ମହାରାଜାଙ୍କର ଉଚିତ୍ ଥିଲା। ଯାହାହେଉ ରାଜାଦେଶକୁ ମୁଁ ମୁଣ୍ଡପାତି ଗ୍ରହଣ କରିନେଉଛି; କିନ୍ତୁ ମହାରାଜଅରୁଣଙ୍କ ପକ୍ଷରେ ଏହା ଆଦୌ ଉଚିତ୍ ନୁହେଁ। ନୀରବ ନିଶ୍ଚଳ ସଭାଟି କ୍ଷଣକ ପାଇଁ ପାରିଷଦଙ୍କ ଗୁଞ୍ଜରଣରେ ଗୁଞ୍ଜରିତ ହୋଇଉଠିଲା। ମହାରାଜ କିଛି କହିବା ପୂର୍ବରୁ ଜଣେ ଯୁବ-ପାରିଷଦ କହିଲେ, ଅଭିଯୁକ୍ତ ଯୁବରାଜ କ'ଣ କହିବା ପାଇଁ ଚାହାଁନ୍ତି, ଅଭିଯୋଗକାରୀ ବ୍ରାହ୍ମଣ କନ୍ୟାକୁ ସେ ତା'ର ବିବାହବେଦୀ ଉପରୁ ଅପହରଣ କରିନେଇ ନାହନ୍ତି? ଏ ଅଭିଯୋଗ ଆମୂଳକ? ନିର୍ଭୀକ ଭାବରେ ଯୁବରାଜ କହିଲେ, ମୁଁ ବିବାହବେଦୀ ଉପରୁ ବ୍ରାହ୍ମଣ କନ୍ୟାଙ୍କୁ ନେଇ ଯାଇଛି ସତ୍ୟ; କିନ୍ତୁ ତା ସେ କନ୍ୟାର ଇଚ୍ଛା ବିରୁଦ୍ଧରେ ନୁହେଁ। ଜଣେ କୁତ୍ସିତ ଅକର୍ମା ବ୍ରାହ୍ମଣକୁ ବିବାହ କରିବାରେ ଅମତ ଯୁବତୀକୁ ରକ୍ଷା କରିବାକୁ ଯାହା କରାଯାଇପାରେ ସେତିକି କରିଛି ମାତ୍ର; ଯାହାକି ଯେ କେହି ରାଜକର୍ମଚାରୀ କରିପାରିଥାଆନ୍ତେ। ପୁଣି ଯୁବ ପାରିଷଦ ପ୍ରଶ୍ନ କଲେ, ''ସେ ଯୁବତୀଟି କ'ଣ ଆପଣଙ୍କ ନିକଟରେ ପିତାଙ୍କ ଅନ୍ୟାୟ କର୍ମପାଇଁ ଅଭିଯୋଗ କରିଥିଲେ? '' କେବଳ ମୋ ପାଖରେ ନୁହେଁ ସମସ୍ତଙ୍କ ପାଖରେ ଅଶ୍ରୁଳ ବଦନରେ ସେ ଅଭିଯୋଗ କରୁଥିଲା, ପିତାର ଏ ଅନ୍ୟାୟ କାର୍ଯ୍ୟରୁ ମୋତେ ରକ୍ଷାକର। ଯୁବରାଜ କହିଲେ। ଅଭିଯୋଗକାରୀ ବ୍ରାହ୍ମଣ କହିଲେ, ସେ ଯୁବତୀ ହେଲେ ମଧ୍ୟ ମୋର କନ୍ୟା। ମୁଁ ତା'ପାଇଁ ପାତ୍ର ସ୍ଥିର କରି ବିବାହ ବ୍ୟବସ୍ଥା କରୁଥିଲି। ମୁଁ ଯାହା କରୁଥିଲି ସେଥିରେ ତା'ର ବିଶେଷ ଆପତ୍ତି ନ